କୁହନି ବାପ, ଏଥିରେ କଣ ମୋ ପାଟିକି ହାତ ଚଳିବ ଆଗେ। ରୁହ ବାପ, ତମେ ତ ରାତି ନ'ଟାରେ ଯିବ। ମାଣିକ ମୋର ଆସୁ, ଏଇ ପାଚିଆରେ, ଗରିବ ନୋକ ହେଲେ କଣ ହେଲା ବାପ, ଅନେକ ଚିଜ ଆଣିଚି। ଭଲ ଘର, ଭଲ କୂଳର ମଣିଷ ମୁଁ, କିଛି ଅଛୁଆଁ ଜାତି ନୁହେଁ। ସାଙ୍ଗ ହେଇ, ମଣିକ ଆସିଲେ ସାଙ୍ଗ ହେଇ ଖାଇବା ବାପ। ସେ ବି କିଛି ଶୂନେ ଶୂନେ ଆସୁନେଇ ବାବୁ, ହରିଆ, ରଘୁଆ, ଭଗତା ସମତେ କହୁଚନ୍ତି–ରଜା ଗୋଟାକର, ଯଖ ଗୋଟାକର ଧନ ଆଣୁଚି ବାପ। ରପରାସିଟି ଖାଇସାରି ବୁଢ଼ୀକି ସାଙ୍ଗରେ ଧରି ପ୍ଲାଟଫର୍ମ ଉପରକୁ ବୁଲି ବାହାରିଲା। ସେତେବେଳକୁ ପୁରୀ ଗାଡ଼ି ଆସିବା ବେଳ ହେଇଯାଇଚି। ଷ୍ଟେସନରେ କ୍ରମେ ଭିଡ଼ ହେଇଆସିଲାଣି। କିଏ ସାଙ୍ଗମାନଙ୍କ ସହ ଗପରେ ମାତିଚି। କିଏ ବେଞ୍ଚ ଉପରେ କିଏ ବା ତଳେ ଗାମୁଛା କିମ୍ବା ଲୁଗାପାରି ଗଡ଼ପଡ଼ ହେଉଚି। ଛୋଟପିଲା କେତୋଟି ଦୁରନ୍ତ ହରିଣ ଛୁଆ ଭଳି ଦୌଡ଼ା ଦୌଡ଼ି ହେଇ ଏ ଘରୁ ସେ ଘରକୁ ଛୁଟୁଚନ୍ତି। କିଏ ମାଲ ଓଜନ ଯନ୍ତ୍ର ଉପରେ ଚଢ଼ି ଯାଉଚି-। କିଏ ଫିଲ୍ଟରର ମାଠିଆ ତଳୁ ନଡ଼ା ସନ୍ଥାଟା ଓଟାରି ଦେଇ ଚମ୍ପଟ। ହାରାହାରି ସମସ୍ତେ କୌଣସି ନା କୌଣସି ଗୋଟିଏ କାମରେ ବ୍ୟସ୍ତ ରହିଚନ୍ତି। ଏତିକିବେଳେ କିଟିକିଟି କଳା ଧୂଆଁ ଉଡ଼େଇ ପୁରୀ ଗାଡ଼ି ଆସି ଷ୍ଟେସନରେ ଥକ୍କା ମାରି ଛିଡ଼ା ହେଇଗଲା। ରୂପେଇ ଥୁରୁଥୁରୁ ହେଇ ଗାଡ଼ିର ପହିଲିରୁ ଶେଷ ଡବାଯାଏ ଖୋଜିଗଲା। ସବୁ ଲୋକଙ୍କ ମୁହଁକୁ ନିରୀଖି। କରି ଚାହିଁଲା। ତା'ପରେ ଛଳଛଳ ଆଖିରେ ଥକା ମାରି ତଳେ ବସିପଡ଼ିଲା। ଯା'ଲାଗି ସିଏ ଏତେ ବିକଳ, ଯା'ପାଇଁ ତାର ଏତେ ଅନୁସନ୍ଧାନ, ତାରି ପତା ସେ ପାଇଲା ନାହିଁ। କାହାରି କଥାରେ ରୂପେଇର ପତିଆରା ଆସୁ ନ ଥାଏ। ସମସ୍ତେ ତାକୁ ଯେମିତି ଠକୁଚନ୍ତି। ସାରା ଦୁନିଆ ଯେମିତି ତା' ହଟ ଦେଖିବାକୁ ଅନେଇ ବସିଚି, ଏମିତି ତାର ମନେ ହେଲା-। ଷ୍ଟେସନମାଷ୍ଟରଙ୍କୁ ସେତେବେଳକୁ ସେ ଚିହ୍ନି ସାରିଚି, ମନେମନେ ଠିକ୍ କଲା ସେହି ଏକା ତାର ମାଣିକ, ତାରି ପୁଅ କଥା ବତେଇ ପାରିବେ। ଏକମୁହାଁ ହେଇ ଦଣ୍ଡକରେ ଯାଇଁ ଷ୍ଟେସନମାଷ୍ଟରଙ୍କ ପାଖରେ ପହଞ୍ଚିଗଲା। ଅତି ନିଉନ ହେଇ ପଚାରିଲା–"ଆଁ–ବାବୁ, ଗୋଟା କଥା ପଚାରୁଚି, ରାଗିବନି ମୋ ଉପରେ, ସେ କେତେବେଳେ ଆସିବ? –କିଏ କେତେବେଳେ ଆସିବ? –ମୋର ମାଣିକ, ଜାଣିଚ'ନ୍ତି ଆପଣ... କଥା ତା'ର ଶେଷ ନ ହେବା ଆଗରୁ ସେ ଚଢ଼ା କଣ୍ଠରେ କହିଲେ–ନା, ମୁଁ ଜାଣିନି। କେଉଠୁ ସେ ଆସିବ? –ଶେଲିଙ୍ଗିରେ ଥା', କଲିକତା ଗାଡ଼ିରେ ଆସିବ। –ଢେର ଡେରି, ଢେର ଡେରି ଅଛି। ରାସ୍ତା ଖରାପ, ଗାଡ଼ି ଠିକ୍ବେଳେ ଆସିଲାନି ଆଜି, ସାଢ଼େ ଆଠୁଟାରେ ଲାଗିବ। ଯା, ସାଢ଼େ ଯାଇଁ ବସି ର'। –ଆଚ୍ଛା ବାବୁ, ଯଦି ଆଜି ନ ଆସେ, କାଲି କେତେବେଳକୁ ଆସିବ? –ଆଚ୍ଛା ଅଡ଼ୁଆ କଥା। ଜରୁର୍ ଆସିବ, ନ ଆସି କୁଆଡ଼େ ଯିବ। –ରାଗିବନି ବାବୁ, ମଫସଲ ଗାଁରୁ ଆଇଚି, ଏ ମାନ ମୁଁ ସବୁ କିଛି ଜାଣିନି। ମୋ ଧନ ଲାଗି ପ୍ରାଣ ବଡ଼ ବିକଳ ହଉଚି। ରୂପେଇର କଥା ଶେଷ ହେବା ଆଗରୁ ଷ୍ଟେସନମାଷ୍ଟର ଅନ୍ୟ କାମରେ ଚାଲିଗଲେ। କାହାଠାରୁ ଟିକେ ସାହସିଆ କଥା ନ ଶୁଣି ସେ ଯେମିତି ଏକବାର ଭାଙ୍ଗି ପଡ଼ିଲା। ମୁଣ୍ଡଟା